–ଭାରି ଟୋକୀ ତ ତୁ, ପଚାରିଲେ କଥା ପଦେ କହିବୁ ନି! ଅଣ୍ଟିରେ ଅଣ୍ଟିଏ କଇଁମୁଣ୍ଡା, ସବୁ ଖତ ଖାଇଲା–ଦି' ଦିନ ଓପାସ ରହିଲି ପଛେ ତାକୁ ଖାଇଲିନି। କଢ଼ୀ ହସ ଆଉ ସମ୍ଭାଳି ପାରିଲା ନାହିଁ। ହସି ହସି କହିପକେଇଲା–ଏଥିଲାଗି ଫେରେ କୁଟା ଛିଣ୍ଡଉଥିଲୁ–ନା? –ଛାଡ଼, ଛାଡ଼–ମୋ ହାତ ଛାଡ଼, ତୋ ସାଙ୍ଗରେ ମୁଁ କୁଟା ଛିଣ୍ଡେଇଛି। ତୋ ସାଙ୍ଗରେ ମୋର ଆଉ କିଛି କାମ ନାଇଁ, ଛାଡ଼ ମୋ ହାତ ଛାଡ଼–ଭାରି ଟୋକୀ ତ! –ଭାରି ଭେଣ୍ଡିଆ ତ! ମୁଁ ତ କୁଟା ଛିଣ୍ଡେଇ ଦେଲି, ତୁ ମୋ ହାତ ଛିଣ୍ଡେଇ ଦେଲୁ–ଦେଖିବା କେମିତିକିଆ ଟୋକା। ବାବନା ଚେଷ୍ଟା କରି ଦେଖିଲା କଢ଼ୀର ହାତ ଛିଣ୍ଡେଇବା ଭାରି କଷ୍ଟ, କଢ଼ୀର ଭାରି ଜୋର୍। ଅନେକ ଦିନ ୟା' ଭିତରେ କଟିଗଲା। କଢ଼ୀ ହାତ–ବାବନା ଛିଣ୍ଡେଇ ପାରିଲା ନାହିଁ। ଶେଷକୁ ରାଜିରୁଜାରେ ଦୁହେଁ ଛଡ଼ା ଛଡ଼ି ହେଲେ। କିନ୍ତୁ ସେହିଦିନଠଉଁ କଢ଼ୀର ଜୋର୍ କଥା ଅନେକ ସମୟରେ ବାବନା ଭାବେ। ସେ ମର୍ଦ୍ଦ ପୁଅ ହୋଇ ଛାର ଟୋକୀଟାର ହାତ ଯା ଛିଣ୍ଡେଇ ପାରିଲା ନାଇଁ–ଏହି ଅବଶୋଷ ତାକୁ କଢ଼ୀ ପାଖରୁ ଦୂରକୁ ନେଇଗଲା। ସେ କଢ଼ୀ ସାଙ୍ଗରେ ବା'ହବାକୁ ସହଜରେ ଆଉ ମଙ୍ଗିଲା ନାହିଁ। ଅବଶେଷରେ କଢ଼ୀ ଜିତିଲା। କେବଳ ତା ହାତରେ କି ଦେହରେ ଜୋର ନ ଥିଲା, ମନରେ ବି ଥିଲା ଖୁବ୍ ବେଶି ଜୋର। ତାକୁ ଛିଣ୍ଡେଇ ଦେବା ବାବନା ପକ୍ଷରେ ଖୁବ୍ ଦୁଃସାଧ୍ୟ ହେଲା। ବାବନା କଢ଼ୀକି ବାହା ହେଲା ସତ, କିନ୍ତୁ ସେ ସେହଦିନଠୁ ସବୁ ସମୟରେ କଢ଼ୀର ଗୋଟିଏ ଅବସର ମୁହୂର୍ତ୍ତ ଖୋଜି ବୁଲୁଥାଏ–କେତେବେଳେ ସେ କଢ଼ୀକି ହରେଇ ଦେବାର ଟିକିଏ ହେଲେ ସୁବିଧା କେମିତି ପାଇବ। କଢ଼ୀର କିନ୍ତୁ ସେକଥା ମୋଟେ ମନେ ନାହିଁ–ତା ଯେ ଗୋଟା ମନେ ରହିବା ଭରା ଘଟଣା ମଧ୍ୟରେ ଗଣାଯାଇପାରେ ସେ ବା ତା କଳ୍ପନା କରିବ କାହିଁକି? ବାହାଘରର ତିନିମାସ ପରେ ସଜନୀ ବାପଘରକୁ ଆସିଲା। ଦିନେ ସଜନୀକି ଏକୁଟିଆ ପାଇ ବାବନା ତାକୁ ଡାକି ନିଜର ହାତଟା ଖୁବ୍ ଜୋରରେ ଅଟକେଇ ରଖିବାକୁ କହିଲା। କଢ଼ୀ ଘରେ ନ' ଥାଏ। ମଦରଙ୍ଗା କି ଛୁନୁଛୁନିଆ ଶାଗ ତୋଳିବାକୁ କୁଆଡ଼େ ଯାଇଥାଏ। ବାବନାର ଡାକ ଶୁଣି ସଜନୀ ଟିକେ ଥତମତ କଲା। ଶେଷରେ ବାବନାର ବଳାବଳିରେ ହାତକୁ ତାର ଧଇଲା-। ବାବନା କିନ୍ତୁ ଯେତେ ଜୋରରେ ତାକୁ ମୁଠେଇ ରଖିବାକୁ କହିଲା ସେ ଲାଜ ହେତୁରୁ ସେତେ ଜୋର୍ରେ ଅଟକେଇ ପାରିଲା ନାହିଁ। ଫଳରେ ବାବନା ହେଲା ଜୟୀ। ବାବାନାର ଧାରଣା ହେଲା ସେ ସମଗ୍ର ନାରୀ ଜାତିକି ଆଜି ଜୟ କରି ପାରିଚି। ଖୁସିରେ ତା'ର ଛାତି କୁଣ୍ଢେମୋଟ ହୋଇଗଲା। ସଜନୀ କିନ୍ତୁ କିଛି ବୁଝି ପାରିଲା ନାହିଁ। ବାବନା ପାଖରୁ ଯେତେ ଚଞ୍ଚଳ ପଳେଇ ଯାଇ ପାରେ ସେ ପଳେଇଗଲା। ଦିନ ରତରତ ବେଳକୁ କଢ଼ୀ ଘରେ ପହଞ୍ଚିଲା-। ଶାଗ ପରିବର୍ତ୍ତରେ। ସେ ଆଜି ଆଣିଥିଲା ମାଛ। ଘରେ ପହଞ୍ଚି ବାବନାକୁ ଖୁବ୍ ଆନନ୍ଦ ଥିବାର ଦେଖିଲା, କାରଣ କିନ୍ତୁ କିଛି ବୁଝିପାରିଲା ନାହିଁ। ସବୁ କଥାକୁ ପଛରେ ପକେଇ ଅଧଲଟାକର ତେଲ ଆଣିବା ପାଇଁ ସେ ଦୋକାନକୁ ବାହାରିଗଲା। ସାଙ୍ଗରେ ସାଥୀ ହେଲା ତାର ସଜନୀ-। ଫେରୁ ଫେରୁ ବାଟରେ ସଜନୀ କହିଲା କଢ଼ୀକି,–ବାବନାଟା ଏଡ଼ିକି ଚଗଲା। କଢ଼ୀ, ଆଜି ଖରାବେଳଯାକ ମତେ ଧରି